ତୁ ସେଇ ଦୁରୁଜୀ ମହାନ୍ତି ସାଙ୍ଗରେ ପଡ଼ିଥା। ଚେଙ୍କା ପାଇବୁ ଯେ ଦିନେ! '' ''ସାଆନ୍ତେ, ମୁଁ କେବେ ତମ କଥାରୁ ବାହାରି ଯାଇଚି କହିଲ? ତମେ ମୋତେ ମିଛୁଟାରେ ଦୋଷ ଦେଉଚ ସିନା। ମୋ କରମ, ତମ ଧରମ। '' ଆରେ କରମ ଧରମ କିଛି ନାହିଁ। କଲିକତା ଯିବାର କଥା ଯିବୁ। ମନ ଥିଲେ ଏଇଲେ ବାହାର ନହେଲା କାଲି। କାଲି କି ବାର? ଗୁରୁବାର, ନା? ଆଚ୍ଛା, ପହରିଦିନ ଶୁକ୍ରବାର ହଉଚି ପହରିଦିନ ସକାଳେ ବାହାରିଯା। ପାଞ୍ଚ ଦଶୁଟା ଟଙ୍କା ତ? '' ''ହଁ, ପାଞ୍ଚ, ଦଶୁଟା ହେଲେ ଚଳିଯିବ। '' ''ଏଇଥିପାଇଁ ଏତେ ଚିନ୍ତା ପଡ଼ିଛିନା? ଭାଗୁ ପଟ୍ଟନାହାକ ବଞ୍ଚି ଥାଉ ଥାଉ ଶୁକୁଟି ନାହାକର ଟଙ୍କା ପାଞ୍ଚଟାପାଇଁ କଲିକତା ଯିବା ଅଟକି ଯିବ? ହେଁ, କିକଥା କହୁଛୁରେ ତୁ ଶୁକୁଟି! ଆଚ୍ଛା ହଉ, ମୁଁ ଯାଉଛି। ତୁ କିଛି ଚିନ୍ତା କରିବୁ ନାହିଁ। ହେଇଟି ହେ, ମାସକୁ ମାସ ଏକା ଟଙ୍କା ପଠେଇ ଦଉଥିବୁଟି? ଘରେ ଭୁଆସୁଣୀଟା। ନ ହେଲା ଏବେ ମୋରି ନାଆଁରେ ପଠେଇ ଦେବୁ। ମୁଁ ଆଣି ରତନୀକି ଦେଇ ଦଉଥିବି। କିଛି ଚିନ୍ତା ନାହିଁ। ଭଲ ମନ୍ଦକୁ ଭଗବାନ୍ ଅଛନ୍ତି। ମୁଁ ସବୁ ଠିକ୍ କରିଦେବି। ତୋତେ କିଛି ଭାବିବାକୁ ପଡ଼ିବ ନାହିଁ। ସାଆନ୍ତକୁ ଦଣ୍ଡବତଟାଏ କରି ଶୁକୁରା ଫେରି ଆସିଲା ଘରକୁ। ସେଇ ଅନ୍ଧାର ଘର। ସେଠି ଆଉ ଆଲୁଅ ଜଳିବ କେବେ? କାଉଁରିଆ କାଠିରୁ ଗୋଛାଏ ଧରି ଜାଳିବ ବୋଲି ନିଆଁ ବଡ଼କୁ ଫୁଙ୍କି ବସିଲା। କଲିକତା! ସେ ଯାଇନାହିଁ କଲିକତା କେବେ। ଦେଖିନାହିଁ ହାବଡ଼ା ପୋଲ, ଶୁଣିଛି। କଲିକତା ଗପ ଶୁଣୁଛି। ଭୂତଗପ କଲିକତା କଥା କଥାରେ ଶୁଣିଛି। ମା କାଳୀ! ସେ ମନେ ମନେ ଡାକିଲା। ସେମିତି ମା କାଳୀ ଜିଭ କାଢ଼ି ବସିଛନ୍ତି ସେଠି। ତାଙ୍କୁ ମୁଣ୍ଡିଆ ନ ମାଇଲେ ସେଠୁ ବରତି ଆସିବା କଥା ସେମିତି ସେମିତି। ସେ ମନେ ମନେ ମୁଣ୍ଡିଆ ମାଇଲା। ମୁଣ୍ଡିଆ ମାରିବି ଲୋକେ ମରୁଛନ୍ତି। ଦେବତା ପୂଜା କରିବି ମଣିଷ ଭୂତ ହୋଇଛି। ଶୁକ ଥରି ଉଠିଲା। ପିଲାଟିଏ ହୋଇଥାଏ ସେ। ରେଳଗାଡ଼ି ନୂଆ ହୋଇ ଖୋଲିଥାଏ। ଦଶପାଞ୍ଚ ବରଷ ଯାଇ ଥାଏ କି ନାହିଁ। କଲିକତା ଯିବା ହାଉଆ ବହିଲା। ସେ ହାଉଆ କିନ୍ତୁ ସେତେ ଉଦଣ୍ଡ ନଥିଲା ସେତେବେଳେ। କିଏ କେମିତି ଜଣେ ଅଧେ ଯାଉଥିଲେ। ଯିଏ ଯାଉଥିଲେ ସେ ଆଉ ଫେରିବେ ବୋଲି କାହାରି ଭରସା ନଥିଲା। ସେଥର ସପନା ସାଆନ୍ତ ପୁଅ ମୋହନ ଭେଣ୍ଡିଆଟା ପହିଲୁ ହେଇ କଲିକତା ଗଲା। ଆଉ ଆଖପାଖ ଦୁଇ ତିନି ଖଣ୍ଡ ଗାଁରୁବି ଲୋକ ଆସି କଲିକତା ଯିବାପାଇଁ ରୁଣ୍ଡ ହେଲେ। ସାଙ୍ଗ ହୋଇଯିବେ। ସପନା ସାଆନ୍ତେ ଗୋବିନ୍ଦ ଜୀଉଙ୍କ ପାଖରେ ନଡ଼ିଆ ଉଖୁଡ଼ା ଭୋଗ ଲଗେଇ ସମସ୍ତଙ୍କୁ ବାଣ୍ଟିଲା। ଗାଁଯାକ ଛୁଆଙ୍କ ହାତରେ ଭୋଗ ଦେଲା। ଦାଣ୍ଡଦୁଆରେ କଳସ ବସିଲା। ଶଙ୍ଖ ହୁଳହୁଳି ଉଛୁଳିଲା ପଡ଼ି ସପନା ସାଆନ୍ତ ଘରୁ। ମାଇପଙ୍କ ଆଖିରୁ ଲୁହ ଗଡ଼ି ପଡ଼ୁଥାଏ। ମୋହନାର ମା, ଖୁଡ଼ୀ, ଭାଉଜ, ସାଇର ଆଉ କେତେ ମାଇପେ ସମସ୍ତଙ୍କ ଆଖିରେ ଲୁହ। ସମସ୍ତେ ବାହୁନୁଥାନ୍ତି ପଡ଼ି। ତେଣେ ଶଙ୍ଖବି ବାଜୁଥାଏ ହୁଳହୁଳିବି ପଡ଼ୁଥାଏ। ଗାଁଯାକ ପିଲେ ଡିଆଁମାରି ମାରି ବୁଲିଥାଆନ୍ତି କେଇଜଣ ମୁଖିଆ ମୁଖିଆ ଲୋକଙ୍କ ଆଗେ ଆଗେ ବିଲ ମଝି ବରଗଛ ଯାଏଁ ବଟେଇ ଦେବାକୁ। ମୋହନା ହାତରେ ସପନା ସାଆନ୍ତ ଖୁଚୁରା ପଇସା ଏତେ ଖଣ୍ଡେ ଦେଲା। ସବୁ ଛୁଆଙ୍କ ହାତରେ ଦି ଦି'ପଇସା କରି ମୋହନା ନିଜେ ବାଣ୍ଟି ଦେଇଗଲା। ଶୁକୁରା ଛୁଆ ହୋଇଥାଏ।। ସେ ବି ଆଣିଥିଲା ଦି'ପଇସା। ପାଞ୍ଚ ଦଶ ଛୁଆ ସେ ପଇସାକୁ ଏକାଠି କରି ବଣଭୋଜି କରିଥିଲେ। ତା'ର ମନେ ଅଛି। କିନ୍ତୁ ମୋହନା ଆଉ ଫେରିଲା ନାହିଁ। ଗଙ୍ଗାସ୍ତି ହେଇଗଲା ତା'ର ସେଇଠି। ଖାଲି ଭାଷା ଖଣ୍ଡେ ଆସିଲା ହାସପାତାଳରୁ। ହାସପାତାଳ–ହାସପାତାଳ! ଶୁକୁରାର ଛାତି ପୁଣି ଥରି ଉଠିଲା। ପାତାଳପୁରୀର ଗୋଟାଏ ଭୟଙ୍କର ରୂପ କଳ୍ପନା କରି ସେ ଡରିଗଲା। ହାସପାତାଳଟା ଯେମିତି ସେଇ ପାତାଳକୁ–ଯମପୁରକୁ ବାଟ ଫିଟିଛି! ନା ନା, ସେ କଲିକତା ଯିବ ନାହିଁ। ରତନୀ ଥନରେ କ୍ଷୀର ନାହିଁ।